ସେ ଦର୍ଶନ କଲେ ଗାୟତ୍ରୀଙ୍କୁ। ସେ ଯେଉଁଭଳି ତାଙ୍କୁ ଦେଖିଛନ୍ତି ସେହିଭଳି ରଚନା କରିଛନ୍ତି। ମହାରାଜ ଅଶ୍ୱପତି ଚିନ୍ତାମଗ୍ନ। ହଠାତ୍ ଉପଗତ ହେଲେ ମହାମୁନି ପରାଶର। ରାଜାରାଣୀ ଦୁହେଁ ମହର୍ଷିଙ୍କର ଯଥାବିଧି ଅର୍ଚ୍ଚନା କଲେ। ମହର୍ଷି ରାଜାଙ୍କ ବ୍ୟବହାରରେ ଅତି ସନ୍ତୁଷ୍ଟ ହୋଇ କହିଲେ, ବିନା ଗାୟତ୍ରୀରେ ସାବିତ୍ରୀଙ୍କ ଦର୍ଶନ ମିଳିବ କେଉଁଠୁ-? ତୁମେ ରାଜା ଗାୟତ୍ରୀ ଜପ କର। ଗାୟତ୍ରୀ ମନ୍ତ୍ର ଜପରେ ତୁମ ଅନ୍ତରର ସମସ୍ତ କଳ୍ମଷ ଧ୍ୱଂସ ହେବ। ତୁମେ ନିଷ୍ପାପି ହୋଇ ସେହି ମହାଦେବୀର ଦର୍ଶନ ଲାଭ କରିବ। ନିଷ୍ପାପ ହୃଦୟ ନହେଲେ ସାବିତ୍ରୀ କେବେ ଦର୍ଶନ ଦିଅନ୍ତି ନାହିଁ। ଥରେ ଗାୟତ୍ରୀ ଜପକଲେ ଦିନକର ଦୁଷ୍କୃତ ବିଲୁପ୍ତ ହୁଏ। ଦଶଥରରେ ଅହୋରାତ୍ରର ପାପ ଏବଂ ଶହେଥରରେ ମାସାର୍ଜିତ ପାପ ଧ୍ୱଂସ ହୋଇଥାଏ। ବର୍ଷକର ପାପ ଧ୍ୱଂସ ପାଇଁ ସହସ୍ରବାର ଗାୟତ୍ରୀ ଜପ ଯେପରି ଆବଶ୍ୟକ ସେହିପରି ଆଜନ୍ମ ପାପଧ୍ୱଂସ ପାଇଁ ଲକ୍ଷେଥର ଗାୟତ୍ରୀଙ୍କୁ ସ୍ମରଣ କରିବାକୁ ହେବ। ଯଦି ଶତଲକ୍ଷ ଗାୟତ୍ରୀ ଜପ କରାଯାଏ ତେବେ ସର୍ବଜନକୃତ ପାପ ଖଣ୍ଡନ ହୁଏ। ଦଶଶତ ଲକ୍ଷ ଗାୟତ୍ରୀ ଜପରେ ଦ୍ୱିଜରାଜଙ୍କ ହାତରୁ ମୁକ୍ତି ମିଳିବାକୁ କଠିନ ହୁଏ ନାହିଁ। ସର୍ପଫେଣା ଆକାରରେ କର ପ୍ରସାର କରି ଅଙ୍ଗୁଳିଗୁଡ଼ିକୁ ଅଛିଦ୍ର କରିବାକୁ ହେବ। ବୃଦ୍ଧାଙ୍ଗୁଳି ରହିବ କର ମଧ୍ୟରେ। ନିଶ୍ଚଳଭାବେ ପୂର୍ବମୁଖ ହୋଇ ବସି ହାତର ଅନାମିକା ମଧ୍ୟପର୍ବଠାରୁ ଗଣନା ଆରମ୍ଭ କରି ଅଧୋଦେଶ ଦେଇ ରାଜମେରୁ ଦକ୍ଷିଣାବର୍ତ୍ତରେ ତର୍ଜନୀର ମୂଳ ପର୍ଯ୍ୟନ୍ତ ସଂଖ୍ୟା ଗଣନା କରାହୋଇ ମନ୍ତ୍ର ଜପ କରାଯାଏ। ଏହାଛଡ଼ା ଶ୍ୱେତପଦ୍ମ ବୀଜଦ୍ୱାରା ରଚିତ ମାଳାରେ ମଧ୍ୟ ଗାୟତ୍ରୀ ଜପର ବିଧି ଅଛି। ହେ ମହାରାଜ! ତୁମେ ଯଦି ନିଷ୍ଠାପର ହୋଇ ପ୍ରାତଃ, ମଧ୍ରାହ୍ନ ଏବଂ ସଂନ୍ଧ୍ୟାରେ ନିୟମ ମୁତାବକ ଗାୟତ୍ରୀ ଜପ କରିବ ତେବେ ନିଶ୍ଚୟ ମହାଦେବୀ ସାବିତ୍ରୀ ତୁମ ସମ୍ମୁଖରେ ଉପସ୍ଥିତ ହୋଇ ତୁମ୍ଭ ମନୋକାମନା ପୂର୍ଣ୍ଣ କରିବେ। ପରାଶର ମହାରାଜଙ୍କୁ ଗାୟତ୍ରୀ ମନ୍ତ୍ର ଦେଇଗଲେ ଏବଂ ଉପାସନା ପ୍ରଣାଳୀ ବତାଇ ଦେଲେ। ମୁନିଙ୍କ କହିବାନୁସାରେ ରାଜା ରାଣୀ ଜ୍ୟେଷ୍ଠ ମାସର କୃଷ୍ଣ ତ୍ରୟୋଦଶୀ ତିଥିରେ ସଂଯତ ଭାବେ ଦିନଯାପନ କଲେ। ଚତୁର୍ଦ୍ଦଶୀରେ ସାବିତ୍ରୀଙ୍କ ବ୍ରତ। ଥରେ ବ୍ରତ ଆରମ୍ଭ କଲେ ଚଉଦ ବର୍ଷ ପର୍ଯ୍ୟନ୍ତ ଏହି ବ୍ରତ କରିବାକୁ ହେବ। ତେଣୁ ଚଉଦ ବର୍ଷ ପର୍ଯ୍ୟନ୍ତ ବ୍ରତ ସଂକଳ୍ପ କରି ବିଭିନ୍ନ ଉପଚାର ଯୋଗାଡ଼ କଲେ ରାଜାରାଣୀ। ସୁସ୍ୱାଦୁ ଚତୁର୍ଦ୍ଦଶ ଫଳ ସହିତ ପୁଷ୍ପ, ଧୂପ, ଦୀପ, ବସ୍ତ୍ର, ଯଜ୍ଞୋପବୀତ, ଭୋଜ୍ୟ ଆଦି ନିୟମ ମୁତାବକ ଯୋଗାଡ଼ କରି ଗୋଟିଏ ପଟରେ ଗଣେଣ, ସୂର୍ଯ୍ୟ, ଅଗ୍ନି, ବିଷ୍ଣୁ, ଶିବ, ଶିବାଙ୍କୁ ଆରାଧନା ପୂର୍ବକ ମନ୍ତ୍ରଦ୍ରଷ୍ଟାଙ୍କୁ ସ୍ମରଣ କଲେ। ତତ୍ପରେ ଧ୍ୟାନକଲେ ସେହି ମହାଦେବୀ ସାବିତ୍ରୀଙ୍କୁ। ମହାଦେବୀ ସାବିତ୍ରୀ ତପ୍ତ ସ୍ୱର୍ଣ୍ଣ ଭଳି ପ୍ରଭାଯୁକ୍ତା। ମଧ୍ୟାହ୍ନ ସୂର୍ଯ୍ୟ ଭଳି ଚତୁର୍ଦ୍ଦିଗରେ ତାଙ୍କର କିରଣ ବିଚ୍ଛୁରିତ ହେଉଛି। ବିବିଧ ଭୂଷଣରେ ସେ ଭୂଷିତା ହୋଇ ଲୋକ ଜଗତକୁ ଶାନ୍ତି ପ୍ରଦାନ କରୁଛନ୍ତି। ସେ ବେଦର ବୀଜମନ୍ତ୍ର ଏବଂ ବେଦମାତା। ତାଙ୍କ ସ୍ମରଣରେ ଇହ ଲୋକର ସମସ୍ତ ଅଶାନ୍ତି ବିଦୂରିତ ହୁଏ। ସେ ସମସ୍ତଙ୍କୁ ଶାନ୍ତି ପ୍ରଦାନ କରନ୍ତି। ମହାରାଜ ଭକ୍ତି ଚିତ୍ତରେ ଆସନ ସ୍ଥାପନ ପୂର୍ବକ ଦେବୀଙ୍କୁ ସମ୍ୱୋଧନ କରି କହିଲେ-ହେ ଦେବୀ! ଚନ୍ଦନ କାଷ୍ଠରେ ଏ ଆସନଟି ନିର୍ମିତ। ସ୍ୱର୍ଣ୍ଣାଦି ରତ୍ନରେ ଆଭରଣ ହୋଇ ଆସନଟି ସୁନ୍ଦର ଦିଶୁଛି। ମୁଁ ନିବେଦନ କରୁଛି ଆପଣ ଅନୁଗ୍ରହପୂର୍ବକ ଏହି ଆସନରେ